ଭବିଷ୍ୟତ ସମସ୍ତେ ଜାଣିବା ପାଇଁ ବ୍ୟସ୍ତ। ସେଥିପାଇଁ ସନ୍ୟାସୀଙ୍କ ପାଖରେ ପ୍ରତ୍ୟହ ଲୋକ ଗହଳି ଲାଗୁଥିଲା। ବହୁ ଦୂରରୁ ଲୋକେ ଚୁଡ଼ା, ଚାଉଳ ବାନ୍ଧି ସନ୍ୟାସୀଙ୍କ ପାଖକୁ ଆସୁଥିଲେ। ସନ୍ୟାସୀ କାହାକୁ ଦେଖାଦେଉନଥିଲେ। କାହାର ଅଦୃଷ୍ଟରେ କ'ଣ ଘଟିବ ତାହା ସନ୍ୟାସୀ କେବଳ ଲୋକର ଡାହାଣ ହାତ ପାପୁଲିକୁ ଦେଖି ଶିଷ୍ୟ ରାମାନନ୍ଦଙ୍କୁ କହିଦେଉଥିଲେ। ରାମାନନ୍ଦ ଗୋଟିଏ କାଗଜରେ ଲେଖି ଜଉମୁଦ ଲଫାପାରେ ଲେଖାଟି ପୂରାଇ ପ୍ରଶ୍ନକାରୀକୁ ବଢ଼ାଇ ଦେଉଥିଲେ ଏବଂ ତାଗିଦ୍ କରି କହୁଥିଲେ ସେ କାଗଜରେ ଯାହା ଲେଖାଅଛି ତାହା ଯେପରି ଅନ୍ୟ କାହାରି ପାଖରେ ପ୍ରକାଶ ନ ପାଏ। ତୁଣ୍ଡ ବାଇଦ ସହସ୍ର କୋଶ। ସନ୍ୟାସୀଙ୍କ କଥା ଏ ତୁଣ୍ଡରୁ ସେ ତୁଣ୍ଡ ହୋଇ କ୍ରମେ କ୍ରମେ ସାରା ଦେଶରେ ବ୍ଯାପିଗଲା। ଅନେକ ସମୟରେ ହେମଲତା ଭାବୁଥିଲେ ସେ ସନ୍ୟାସୀଙ୍କୁ ଯାଇ ପଚାରିବେ ପୂର୍ବ ଜନ୍ମରେ ସେ କାହାର କ'ଣ କରିଥିଲେ ଯେ ଏ ଜନ୍ମରେ ସେ ଗୋଟିଏ ଅପଦାର୍ଥ ସ୍ୱାମୀର ହାତଧରି ସାରା ଜୀବନ ହାହତାଶରେ କଟାଇଦେଲେ। ସେଦିନ ହୋଇଥାଏ କୁମାରପୂର୍ଣ୍ଣିମା। ଅତି ପ୍ରତ୍ୟୁଷରୁ ହେମଲତା ଭଗବାନଙ୍କୁ ମନେମନେ ସ୍ମରଣ କରି ପରଦା ଆରପଟକୁ ହାତଟି ବଢ଼ାଇଦେଲେ। ସନ୍ୟାସୀ ପଲକହୀନ ଚକ୍ଷୁରେ ସେହି ରକ୍ତଜବା ବିନିନ୍ଦିତ କରପଲ୍ଲବ ଦର୍ଶନ କରି ମନେମନେ ଅପାର ଆନନ୍ଦ ଅନୁଭବ କରି ଶିଷ୍ୟ ରାମାନନ୍ଦଙ୍କୁ କହିଲେ, ''ଏହାଙ୍କୁ ଅପେକ୍ଷା କରିବାକୁ କୁହ। '' ଶିଷ୍ୟ ରାମାନନ୍ଦ ସଙ୍ଗେ ସଙ୍ଗେ ଗୁରୁଦେବଙ୍କ ଆଜ୍ଞା ହେମଲତାଙ୍କୁ ଜଣାଇଦେଲେ। କିଛି ସମୟ ପରେ ଯେତେବେଳେ ପରଦା ଆଢ଼ୁଆଳରୁ ସନ୍ୟାସୀ ରୌପ୍ୟ ନିର୍ମିତ ଛୋଟ ବାକ୍ସଟିଏ ହେମଲତାଙ୍କ ହାତକୁ ବଢ଼ାଇଦେଲେ, ସେତେବେଳେ ସନ୍ୟାସୀଙ୍କ ଆଖିରୁ ଦୁଇଟୋପା ଲୁହ ଗଡ଼ି ପଡ଼ିଥିଲା। ରାମାନନ୍ଦଙ୍କ ନିର୍ଦ୍ଦେଶମତେ ହେମଲତା ଘରକୁ ଫେରିଆସି ସନ୍ୟାସୀ ପ୍ରଦତ୍ତ ବାକ୍ସଟିକୁ ଖୋଲିଲେ। ଅଗୁରୁ ଓ ଚନ୍ଦନ ଗନ୍ଧରେ ଘରଟି ଉଛୁଳିଉଠିଲା। ହେମଲତା ଦେଖିଲେ ବାକ୍ସ ଭିତରେ ରହିଛି ତାଙ୍କର ପୂର୍ବ ବର୍ଣ୍ଣିତ ବାଗ୍ରାର ଫଟୋ ଖଣ୍ଡିକ ଓ ସେ ଯେତେ ଚିଠି ସୁଧୀନ୍ଦ୍ର ପାଖକୁ ଦେଇଥିଲେ, ସେଗୁଡ଼ିକ ଅକ୍ଷତ ଅବସ୍ଥାରେ ମଧ୍ୟ ରହିଥିଲା। ଏହା ସଙ୍ଗରେ ଥିଲା ସୁଧୀନ୍ଦ୍ରଙ୍କ ସ୍ୱହସ୍ତ ଲିଖିତ ପତ୍ର ଖଣ୍ଡିଏ। ସେ ଲେଖିଥିଲେ ''ପ୍ରାଣପ୍ରତିମ ହେମ! '' ତୁମେ ମୋର ନମସ୍ୟା। କେଉଁ ଶୁଭଲଗ୍ନରେ ତୁମ ସଙ୍ଗେ ଯେ ମୋର ସାକ୍ଷାତ ଘଟିଥିଲା, ତାହା ଭଗବାନଙ୍କୁ ଜଣା। ତୁମ ପାଖରୁ ବିଦାୟ ନେଇ ଆସି ଦୀର୍ଘସମୟ ଧରି ସାରାଦେଶର ତୀର୍ଥସ୍ଥାନ ସବୁ ପର୍ଯ୍ୟଟନ କରି ମନକୁ ଭୁଲାଇ ଦେବାକୁ ବସିଥିଲି କିନ୍ତୁ ପାରିଲି ନାହିଁ-। ତୁମେ ସବୁବେଳେ ମୋର ମନେପଡ଼ିଲ। ତୁମର ରକ୍ତମାଂସର ଦେହଟାକୁ ଭୁଲିଯିବାକୁ ଗୀତା, ଉପନିଷଦ, ବେଦ, ବେଦାନ୍ତ ସମସ୍ତ ଅଧ୍ୟୟନ କଲି। ସେହି ମୂଲ୍ୟବାନ୍ ଗ୍ରନ୍ଥ ପଢ଼ି ଏତିକି ମୋର ଧାରଣା ହେଲା ଯେ, ଯେ ଯାହାକୁ ପ୍ରାଣଦେଇ ଭଲପାଏ ସେ ହେଉଛି ତା'ର ଭଗବାନ। ତୁମେ ଯେଉଁ ଚିଠିଗୁଡ଼ିକ ଦେଇଥିଲ, ସେହି ଚିଠିର ପ୍ରତ୍ୟେକଟି ଅକ୍ଷର ମୋ ପାଖରେ ବେଦ ଓ ଗୀତାର ବାଣୀ ଅପେକ୍ଷା ଅଧିକ ମୂଲ୍ୟବାନ। ତେଣୁ ପ୍ରତିଦିନ ସେଗୁଡ଼ିକ ପଢ଼ିପଢ଼ି ମୋର ଏକାବେଳକେ କଣ୍ଠସ୍ଥ ହୋଇଯାଇଛି। ଆଉ ତୁମର ରୂପଟା ଅଛି ଏହି ହୃଦୟ ଭିତରେ। ତୁମର ଚିଠି ଓ ତୁମର ଫଟୋ ଆଉ ମୋର କୌଣସି ଦରକାରରେ ଆସିବ ନାହିଁ ଭାବି ତୁମକୁ ଫେରାଇଦେଲି। ତୁମକୁ ଜୀବନରେ ଅସମ୍ମାନ କେବେ କରିନାହିଁ। କେବଳ ଜଞ୍ଜାଳ କରିଛି-। ଚିରଦିନ ପାଇଁ ବିଦାୟ ନେଲି। ତୁମର ସୁଧୀନ୍ଦ୍ର। '' ଚିଠିଟି ପଢ଼ିସାରିବା ପରେ ହେମଲତା ଭାବିଲେ, ''ଇସ୍ ମଣିଷ କେତେ ତଳକୁ ଚାଲିଯାଏ। ସନ୍ୟାସୀର ବେଶଧରି ମଣିଷ ପୁଣି ଭିତରେ ଭିତରେ ପ୍ରେମିକ ସାଜେ? '' ତାଙ୍କର ପ୍ରାଣଟା ପଞ୍ଚଭୂତରେ ଗଢ଼ା ଶରୀର ମଧ୍ୟରେ ଥାଇ ଯୁଦ୍ଧର ଡାକରା ଦେଲା। ସେ ତତ୍କ୍ଷଣାତ ଡ୍ରାଇଭରକୁ ଡକାଇ ରତ୍ନଗିରିକୁ ଗାଡ଼ି ନେବାକୁ କହିଲେ। ନବୀନବାବୁ କଥାର ମର୍ମ ବୁଝିପାରିଲେ ନାହିଁ। ସେ କୌଣସି ପ୍ରଶ୍ନ ମଧ୍ୟ ସ୍ତ୍ରୀକୁ କଲେ ନାହିଁ। ତହିଁ ପରଦିନ ପ୍ରତ୍ୟୁଷରେ ହେମଲତା ରତ୍ନଗିରି ସନ୍ୟାସୀଙ୍କ ପାଖରେ ଯାଇ ହାଜର ହେଲେ। ରାମାନନ୍ଦ ଦୁଆରେ ଛିଡ଼ା ହୋଇଥିଲେ। ଭିତରେ ଥିଲେ ସନ୍ୟାସୀ। ସନ୍ୟାସୀଙ୍କୁ ଖବର ଦେବାପାଇଁ ହେମଲତା କହିଲେ। ''ଗୁରୁଦେବ ଯୋଗରେ ବସିଛନ୍ତି। ଅପେକ୍ଷା କରନ୍ତୁ। '' କହି ରାମାନନ୍ଦ ବାହାରକୁ ଚାଲିଗଲେ। ହେମଲତା ପରଦା ଆଡ଼େଇ ଭିତରକୁ ପଶିଲେ। ''ଏ ଭଣ୍ଡାମି ପୁଣି କାହିଁକି ସୁଧୀନ୍ଦ୍ର? '' ଏତିକି କହି ସେ ଯେପରି ସନ୍ୟାସୀଙ୍କୁ ଜୋରରେ ଠେଲି ଦେଇଛନ୍ତି ତତ୍କ୍ଷଣାତ୍ ସନ୍ୟାସୀଙ୍କର ଜୀବନହୀନ ଶରୀରଟି ଭୂତଳରେ।